ଓଢ଼ଣ ଷଷ୍ଠୀ କୁମ୍ଭକାରକମାନଙ୍କର ବିଶେଷ ପର୍ବ। ଏଥିରେ କୁମ୍ଭକାରମାନଙ୍କ ଚକ୍ରପୂଜାର ବିଧି ଅଛି ଏବଂ ସଙ୍ଗେ ସଙ୍ଗେ ଆହାର ବିଶେଷତ୍ୱର ମଧ୍ୟ ଅନୁଷ୍ଠାନ ହୋଇଥାଏ। ମାର୍ଗଶିର ମାସର ପ୍ରତ୍ୟେକ ଗୁରୁବାର ଉତ୍କଳୀୟଙ୍କ ପକ୍ଷରେ ପବିତ୍ର ଦିବସ। ଏହା ମାଣ ବସ ଗୁରୁବାର ନାମରେ ପ୍ରସିଦ୍ଧ। ଏହି ସବୁ ଗୁରୁବାରମାନଙ୍କରେ ଉତ୍କଳରେ ଲକ୍ଷ୍ମୀଦେବୀଙ୍କର ପୂଜା ହୁଏ। ସର୍ବ ସମ୍ପଦ ସକଳ ସୌଭାଗ୍ୟର ଅଧିକାରିଣୀ, ଅଖଣ୍ଡ ଐଶ୍ୱର୍ଯ୍ୟର ଅଧିଷ୍ଠାତ୍ରୀ ଦେବତା, ପଦ୍ମମୟ ସିଂହାସନୋପରି ପଦ୍ମାସନ ସମାସୀନ କମଳା ଦେବୀଙ୍କର ପୂଜା ହିନ୍ଦୁ ଘରେ ପ୍ରସିଦ୍ଧ। ଲକ୍ଷ୍ମୀଦେବୀଙ୍କର ସ୍ୱର୍ଗୀୟ ସୌନ୍ଦର୍ଯ୍ୟ ପ୍ରତି ଅଭିନିବେଶ ସହକାରେ ଚିତ୍ତବୃତ୍ତି ସମର୍ପଣ କଲେ ତାହାଙ୍କ ଦେହର ତପ୍ତକାଞ୍ଚଲ୍ୟତୁଲ୍ୟ ପ୍ରଭାରେ ଯୌବନର ସୁଖ ଓ ଶକ୍ତି ମହାମୂଲ୍ୟ ବସ୍ତ୍ରା ଭରଣରେ ଐଶ୍ୱର୍ଯ୍ୟ, କରି ଶୁଣ୍ଢ ଧୃତ ସ୍ନାନ କଳସର ସ୍ୱଚ୍ଛ ସଲିଳରେ ଶାନ୍ତି ଏବଂ ସ୍ନିଗ୍ଧତା ଏବଂ ପଦ୍ମାସନରେ ପରମପଦର ଆବିର୍ଭାବ ହୋଇଥାଏ। ଏହି ଅପୂର୍ବ ପ୍ରତିମା କେତେଦୂର ସୁନ୍ଦର ଏବଂ ଭାବାଭିନୟମୂଳକ, ତାହା ଯଥାର୍ଥରୂପେ ହିନ୍ଦୁ ଜାତି ଏବଂ ହିନ୍ଦୁ କବି ହୃଦୟଙ୍ଗମ କରି ଏହି ପ୍ରତିମାକୁ ଜଗଜ୍ଜନନୀଙ୍କର ପ୍ରତିମାରୂପେ ପୂଜା କରିଅଛନ୍ତି। ସମସ୍ତ ଐଶ୍ୱର୍ଯ୍ୟର ଉପାଦାନସ୍ୱରୂପ ଧାନ୍ୟ ସମର୍ପଣ କରି ଉତ୍କଳୀୟ ଗୃହରେ ମାର୍ଗଶୀର୍ଷ ମାସ ଗୁରୁବାର ଦିନ ଲକ୍ଷ୍ମୀଦେବୀଙ୍କର ପୂଜା ହୋଇଥାଏ। ଶେଷ ଗୁରୁବାର ଦିନ ଗୃହର ସମସ୍ତ ଅଂଶ ଚିତ୍ରିତ ହୁଏ ଏବଂ ପିଠାପଣାର ଯଥେଷ୍ଟ ଆୟୋଜନ ହୁଏ। ଫଳତଃ କାର୍ତ୍ତିକ ମାସର ଉପବାସ ଉତ୍ତାରୁ ଏହି ମାସରେ ଭୂରି ଭୋଜନର ବ୍ୟବସ୍ଥାରୂପ ପର୍ବମାନ ଉତ୍କଳୀୟମାନେ ଖଞ୍ଜି ଯାଇଅଛନ୍ତି। ମାର୍ଗଶିର ପୂର୍ଣ୍ଣିମାକୁ ପଣ୍ତୁ ପୂର୍ଣ୍ଣିମା କହନ୍ତି। ଏହି ଦିନ ହେମନ୍ତ ଋତୁର ଶେଷ। କୁରୁଯୁଦ୍ଧ ସମାପନାନ୍ତେ ପାଣ୍ତବମାନେ ଏହି ଦିନ ଅକୂଳ ଅତଳ କୁରୁସମରସାଗର''ର ତରଣୀସ୍ୱରୂପ ଶ୍ରୀକୃଷ୍ଣଙ୍କୁ ପୂଜା କରିଥିଲେ ବୋଲି ଏହାର ନାମ ପଣ୍ତୁ ପୂର୍ଣ୍ଣିମା ହୋଇଅଛି। ଏହି ପଣ୍ତୁ ଓଷାରେ ମଧ୍ୟ ପିଷ୍ଟକାଦିର ଆୟୋଜନ ପ୍ରତି ଘରେ ଲକ୍ଷିତ ହୁଏ। ସନ୍ଧ୍ୟାରୁ ପ୍ରାକ୍କାଳରୁ ଲୋକାଳୟର ସମସ୍ତ ଧୂମରାଶି ଏକତ୍ରିତ ହୋଇ ପଦାକୁ ବାହାରି ପ୍ରାନ୍ତର ଆଚ୍ଛନ୍ନ କରୁଅଛି। ଶୀତଳ ହିମ କଣା ବାହୀ ସମୀରଣରେ ଶରୀର ରୋମାଞ୍ଚିତ ହୋଇ ଉଠୁଅଛି। ପୁଞ୍ଜୀଭୁତ ହିମବିନ୍ଦୁସମୂହରେ ଚନ୍ଦ୍ର କିଞ୍ଚିତ୍ ନିଷ୍ପ୍ରଭ ହେଲେଣି। କ୍ରିମଶଃ କନିଷ୍ଠ ଜ୍ୟେଷ୍ଠକୁ ସମ୍ଭୋଧନ କଲା ପରି ହେମନ୍ତ ଋତୁ ଶୀତକୁ ଆହ୍ଵାନ କଲା। ଶୀତ। ଚାହୁଁ ଚାହୁଁ ହେଲା ହେମନ୍ତ ପରିଣତ ଶିଶିରେ ''ଘୋର ଜାଡ଼ ମାଡ଼ି ପଡ଼ିଲା କୁହୁଁ କୁହୁଁ ମହୀରେ। ଶୀତର ଆରମ୍ଭସୂଚକ ଅତି ସାମାନ୍ୟ କଥାରେ ଏହି ଅପୂର୍ବ ବର୍ଣ୍ଣନା ଯେଉଁ ସିଦ୍ଧ ହସ୍ତ ଲେଖନୀରୁ ବାହାରିଅଛି, ତାହାଙ୍କୁ ଶତ ସହମ୍ର ଧନ୍ୟବାଦ ଶୀତ ମାଡ଼ି ଆସିଲା। ଶୁଭ୍ର ନଦୀସୈକତରେ ଗାଢ଼ ନୀଳ ଜଳ ବେଣୀ ଦୂରରୁ ମନୋହର ଦିଶୁଅଛି, ମାତ୍ର ଏହି ଜଳସ୍ପର୍ଶ ଅତ୍ୟନ୍ତ କଷ୍ଟକର। ବରାହ, ହରିଣ, ବନ୍ୟହସ୍ତୀ ପ୍ରଭୃତିର ଉପଦ୍ରବ ନିବାରଣାର୍ଥ ପାର୍ବତୀୟ କ୍ଷେତ୍ରସମୂହରେ ମଞ୍ଚ ବନ୍ଧା ହୋଇ ରାତିରେ ''ଭାଡ଼ି ଜଗିବାକୁ'' କୃଷକକୁଳ ବ୍ୟସ୍ତ ରହିଅଛନ୍ତି। ପୀତବର୍ଣ୍ଣ ସର୍ଷପକ୍ଷେତ୍ର ପୁଷ୍ପଶୋଭିତ ହରଡ଼କ୍ଷେତ୍ର ଓ ହରିତ୍ ଇକ୍ଷୁକ୍ଷେତ୍ରରେ ଚତୁର୍ଦିଗ ସୁନ୍ଦର ଦିଣିଲାଣି। ପର୍ବତର ନୀଳିମା କୁଜ୍ଝଟିକାରେ ଆବୃତ ହୋଇ ଟିକିଏ ମ୍ଳାନ ଦିଶୁଅଛି! ଗୋଲାପୀ ରଙ୍ଗର ସୂର୍ଯ୍ୟାସ୍ତ ଶୀତ କାଳର ପୂର୍ଣ୍ଣ ପରିଚୟ ପ୍ରଦାନ କରେ। ଧାନ କଟା ଶେଷ ହେବାକୁ ବସିଲାଣି। କେତେ କ୍ଷେତ୍ରରେ ଧାନ ରହି ଯାଇଅଛି। ଭରତିଆ ଦମ୍ପତୀଙ୍କ ରବରେ ସମସ୍ତ ମୁଖରିତ ହେଲାଣି। ପିଲାମାନେ ଧାନ ମେଣ୍ଟା ପ୍ରସ୍ତୁତ କରିବାରେ ଲାଗିଅଛନ୍ତି ଏବଂ ଧାନକଟାଳିମାନେ କୋଳେରେ ମୁଣ୍ତରେ ବୋହି ''ଜଗତଯାକର ବୋଝ ମୁଣ୍ତାଉଛୁ ହସି ହସି ଗୀତ ଗାଇ'' କଥାଟିକୁ ସାର୍ଥକ କଲେଣି। ଖଳାରେ ଶୋଇ ନୀଳ ଆକାଶରେ ଶଙ୍ଖଚିଲର ଉଡ଼ିବାର ଶୋଭା ଯେ ଦେଖିଅଛନ୍ତି, ତାହାଙ୍କ ନୟନଧାରଣ ସାର୍ଥକ ହୋଇଅଛି। ଦୂରରୁ ଅଗରା। ଗଛପୂର୍ଣ୍ଣ ଭୂମିଖଣ୍ତ ଇନ୍ଦ୍ର ନୀଳ ଭୂଖଣ୍ତ ପରି ପ୍ରତୀୟମାନ। ଏହାର ପୀତ--